କେଉଁଠି ଆଲେସ୍କିଙ୍କୁ ଲୁଚାଇଛ କହୁନ? '' ଏତକ କହି ଲେନାର ବେକରେ ହାତ ପକାଇ ନିଜ ଆଡ଼କୁ ଟାଣି ଆଣିଲା। ''ମୁଁ କାହିଁକି ଆଲେସ୍କିଙ୍କୁ ଲୁଚାଇବି! ଯେ ତାଙ୍କୁ ବେଶୀ ଖୋଜୁଛି ସେ ସିନା କେଉଁଠି ଲୁଚାଇଥିବ? କିଏ ଜାଣେ, ତାଙ୍କୁ କେଉଁଠି ଅପେକ୍ଷା କରିବା ପାଇଁ କହିଆସିଥିବ। '' ''ବାଃ, ଠିକ୍ ଚୋର ଧରାପଡ଼ିଛି ଏଥର। ଦେଖିବା ଆଲେସ୍କି କେଉଁଠି ଅପେକ୍ଷା କରିଛନ୍ତି? '' ଠିକ୍ ଏହି ସମୟରେ ଲେକ୍ଚର ଗୃହ ଭିତରକୁ ତରତର ହୋଇ ପଶିଆସିଲେ ଡିରେକ୍ଟର ଆଲେସ୍କି। ସେ ଆରମ୍ଭ ହେବାକୁ ପ୍ରାୟ ମିନିଟିଏ ବାକି। ସେ ଆସୁ ଆସୁ ତାଙ୍କୁ ଅପେକ୍ଷା କରିଥିବା ଉପଗ୍ରହର ଅଧିବାସୀମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିନେଇ କହିଲେ, ''କ'ଣ କରିବି, ବଡ଼ ଜରୁରୀ କାମରେ ରହିଯାଇଥିଲି। ଆଶା, ଆପଣମାନେ କିଛି ମନେ କରିବେ ନାହିଁ ମୋ ଡେରି ପାଇଁ। '' ସଙ୍ଗେ ସଙ୍ଗେ ଘଡ଼ିକୁ ଅନାଇଁ କହିଲେ, ''ଓଃ, ଆଉ ମିନିଟିଏ ମୋଟେ ବାକି-? '' ସେ ଦେବେଲିନ୍ଙ୍କ ପାଖରେ ଖାଲି ପଡ଼ିଥିବା ଖଣ୍ତିଏ ଚେୟାର ଟାଣି ଆଣି ବସିପଡ଼ିଲେ। ''ଆଉ ତ କେହି ଆସିବା ବାକି ନାହିଁ? '' ଲେନା, ମେରିନା ପ୍ରଭୃତିଙ୍କ ଆଡ଼କୁ ଅନାଇଁ କହିଲେ, ''ଓଃ, ମୋର ତା' ହେଲେ ସବୁଠାରୁ ବେଶୀ ଡେରି। '' ମେରିନା ଲେନାକୁ ଖୁଞ୍ଚିଦେଇ କହିଲା, ''ଆଲେସ୍କି ଏତେବେଳଯାଏଁ କେଉଁଠି ଥିଲେ ଲେନା? କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ। ମେରିନା ଏତକ କହିସାରିଛି କି ନାହିଁ, ହଠାତ୍ ରୂପେଲି ପରଦା ଉପରେ ପଡ଼ିଲା ଝିନ୍ଝିନ୍ ଈଷତ୍ନୀଳ ଆଲୋକ। ଲେନିନ୍ ମାନମନ୍ଦିରର ଡିରେକ୍ଟର ବୃଦ୍ଧ ପାଲାଭିନ୍ ହସି ହସି ଏକ କ୍ଷୁଦ୍ର ବକ୍ତୃତା ଦେଇ ଉତ୍ସବଟିକୁ ଉଦ୍ଘାଟନ କଲେ। ଉପଗ୍ରହର ଅଧିବାସୀମାନଙ୍କର ସ୍ୱାର୍ଥତ୍ୟାଗ ଓ ଅଦ୍ୟମ ଉତ୍ସାହ ଆଦିକୁ ଅଶେଷ ଧନ୍ୟବାଦ ଦେଇ ସେମାନଙ୍କ ଉଦ୍ଦେଶ୍ୟରେ ଏହି ଅଭିନୟଟି କିପରି କରାଯାଇଛି ତାହା ବୁଝାଇଦେଲେ ଓ କହିଲେ, ''ଉପଗ୍ରହର ଅଧିବାସୀମାନେ ସେମାନଙ୍କର ଏହି ବିରାଟ କାର୍ଯ୍ୟ ପାଇଁ କେବଳ ସେ ନିଜେ ରାଷ୍ଟ୍ରର ଧନ୍ୟବାଦର ପାତ୍ର ଅଟନ୍ତି ତା ନୁହେଁ; ସେମାନଙ୍କର ଅସଂଖ୍ୟ ଆବିଷ୍କାର ନିକଟରେ ସାରା ପୃଥିବୀ ଋଣୀ। '' ବୃଦ୍ଧ ପାଲାଭିନ୍ଙ୍କ ଏହି ଉକ୍ତିରେ କରତାଳି କମ୍ପି ଉଠିଲା ଏକ ସଙ୍ଗରେ ଲେନିନ୍ ମାନମନ୍ଦିରରେ ଓ ଉପଗ୍ରହର ବକ୍ତୃତା ପୃହରେ। ଠିକ୍ ପରମୂହର୍ତ୍ତରେ ପେଲି ପରଦା ଉପରୁ ବୃଦ୍ଧ ପାଲାଭିନ୍ଙ୍କ ଚିତ୍ର ଅପସରି ଯାଇ ତା' ସ୍ଥାନରେ ଫୁଟିଉଠିଲା ସୁନ୍ଦରୀ ମେରିନୋଭାଙ୍କ ଏକ ଅପୂର୍ବ ଅଙ୍ଗଭଙ୍ଗୀଯୁକ୍ତ ଚିତ୍ର। ଅଙ୍ଗଭଙ୍ଗୀର ସ୍ତରେ ସ୍ତରେ ଫୁଟିଉଠୁଥିଲା ଉକ୍ତୃଷ୍ଟ କଳାଚାତୁରୀ ଓ ସୌନ୍ଦର୍ଯ୍ୟର ଅସରନ୍ତି ସମ୍ଭାର। ଲଢ଼ାକିସ୍ଥାନର ଏହି ସୁନ୍ଦରୀଙ୍କର ଢଳଢଳ ଯୌବନର ରୂପଭଙ୍ଗୀକୁ ଦେଖି ଲେନା ସଳଖ ହୋଇ ଉଠି ବସିଲା। ମେରିନା ଆଡ଼କୁ ଅନାଇ ଲେନା କହିଲା, ''ଆଃ! ସୌନ୍ଦର୍ଯ୍ୟର କି ଅସରନ୍ତି ଭଣ୍ଡାର? ସତେ ଯେପରି ସ୍ୱର୍ଗରୁ ଓହ୍ଲାଇ ଆସିଛି ପରୀଟିଏ। କି ସୁନ୍ଦର ଢଳଢଳ ଆଖି, କି ମନତାଣିଆ ଭ୍ରୂଲତା, ଆରକ୍ତ କପୋଳ ଉପରେ ଫୁଟିଉଠୁଛି ମୁରୁକି ହସର କି ଅପୂର୍ବ କୁଞ୍ଚ, ଚମ୍ପକକଳିକାନିନ୍ଦୀ ଅଙ୍ଗୁଳିର କି ଅପୂର୍ବ ଭଙ୍ଗୀ, କି ସୁନ୍ଦର ସରୁ ଗ୍ରୀବା? ସତେ ଯେପରି ବିଧାତା ଦୁନିଆର ସବୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକାଠି କରିଛନ୍ତି ଏହି ମେରିନୋଭାଠାରେ। କ'ଣ କହୁଛ ମେରିନା? '' ପ୍ରୋଗ୍ରାମ ପରେ ପ୍ରୋଗ୍ରାମ ଚାଲିଲା ସେହି ରୂପେଲି ପରଦା ଉପରେ। ଘନ ଘନ କରତାଳିରେ ବକ୍ତୃତା ଗୃହ କମ୍ପି ଉଠୁଥାଏ। ଏହି ସବୁ ପ୍ରୋଗ୍ରାମ ଶେଷ ହେବାକୁ ପ୍ରାୟ